କୋଟି କୋଟି ଲୋକ କରି ବସିଥିବା ପ୍ରତ୍ୟାଶାମାନ ପାସୋର ଗଲା। ରାଜନୀତି କହିଲେ ଏହି ଦେଶରେ ନିତାନ୍ତ ଅନାମଧେୟ ଜଣେ ଖଳ ମଣିଷ ମଧ୍ୟ ନିତାନ୍ତ ଉପରେ ଥାଇ ରଜ୍ଜୁଗୁଡ଼ାକୁ ହାତରେ ଧରି ଭିଆଉଥିବା ନାନାବିଧ ଦୈତ୍ୟଗିରିକୁ ବୁଝାଇଲା। ଦୈତ୍ୟମାନେ ସେହି ଉପରେ ଥାଇ ସବୁ ଗିଳି ପକାଇଲେ। କୋଟି କୋଟି ଟଙ୍କାର ପ୍ରତିଶ୍ରୁତିଗୁଡ଼ିକୁ ଗିଳି ପକାଇଲେ, ସ୍ଵୟଂ ମୋଟା ହେଲେ, ନିତାନ୍ତ ଅଯୋଗ୍ୟ ହେଲେ। ରାଜନୀତିକ ସ୍ୱପ୍ନ ବୋଲି ଆଉ ପ୍ରାୟ କିଛି ହେଲେ ରହିଲା ନାହିଁ। ନିର୍ବାଚନଟା ହିଁ ଅସଲ ବେପାର ହୋଇଗଲା। ଯେକୌଣସି ପ୍ରକାରେ ନିର୍ବାଚିତ ହୋଇ କ୍ଷମତାକୁ ଆସିବା ଏବଂ କ୍ଷମତାରୁ ଫାଇଦା ଉଠାଇ ଯଥାସାଧ୍ୟ ନିଜର ଗାଡ଼ଗୁଡ଼ାକୁ ଭର୍ତ୍ତି କରିବା କାଳହସ୍ତୀ ମାନଙ୍କର କ୍ରମେ ତାହାହିଁ ଧ୍ୟେୟ ହୋଇ ରହିଗଲା। ସାମୂହିକ ଜୀବନର ସର୍ବନିମ୍ନ ବିଶ୍ୱସନୀୟତା ଗୁଡ଼ିକ ମାଡ଼ ଖାଇଗଲା, ସାମୂହିକ ଜୀବନର ସବୁଯାକ କ୍ଷେତ୍ରକୁ ଗ୍ରାସ କଲା। ଶିକ୍ଷାଳୟମାନେ ବି ସେହି ହୋ ଗୁଡ଼ାକ ଭିତରେ ମାରା ହୋଇଗଲେ। ସେଠାରେ ମଧ୍ୟ ବହୁବିଧ ଅଶିକ୍ଷା ପ୍ରଶ୍ରୟ ପାଇଲା, ସାହସ ପାଇଲା। ତେଣୁ, ନିଜର ସ୍ଥାନଗୁଡ଼ିକୁ ମଜବୁତ କରି ରଖିବାକୁ ଶାସନାସୀନ ଉଚ୍ଚମାନେ ଗୁଣ୍ଡା ପୋଷିଲେ। ବାହୁବଳ ଉପରେ ନିର୍ଭର କଲେ। ସାନ ଓଡ଼ିଶାରେ ଏସବୁ ଅବ୍ୟାପାର କେଉଁଠାରୁ ଆରମ୍ଭ ହୋଇ କିପରି କ୍ରମେ ଏକ ନିୟମରେ ପରିଣତ ହୋଇଗଲା ତାହା ଅନାଇଦେବା ମାତ୍ରକେ ପାହାଚ ପ୍ରମାଣେ ଜଳ ଜଳ ହୋଇ ଦିଶି ଯାଉଥିବ। ଲାଉ କଖାରୁ ଚୋରାଉ ଚୋରାଉ ଆଜ୍ଞାମାନେ ନିଜ ନିଜକୁ କୋଡ଼େ ମହାନ୍ ସ୍ଥାନମାନଙ୍କୁ ନୁନ୍ନୀତ କରିନେଲେ। ପଇସା ଥିଲେ ତୁମେ ହିଁ ପୃଥିବୀ ଏ ପୃଥିବୀରେ ସବୁକିଛି କରିପାରିବ ବୋଲି ଏକ ବିପଜ୍ଜନକ ବିଶ୍ୱାସ ହିଁ ଏଠି ମଣିଷମାନଙ୍କୁ ପଶୁ କରିଦେଲା। ସେହି ଗୋଟିଏ ଦଳ ଭିତରେ ଏହିଁ ଗୁଣ୍ଡା ଗୁଣ୍ଡାଙ୍କ ସହିତ ଲଢ଼େଇ। ନିତାନ୍ତ ବ୍ୟକ୍ତିଗତ ଈର୍ଷା ଏବଂ ହୀନମନ୍ୟତା ଗୁଡ଼ାକ ରାଜନୀତିକ ରୂପ ଦିଆଗଲା। ଗୋଟାସୁଦ୍ଧା ପ୍ରମତ୍ତ ହୋଇ ସାରିବା ପରେ ଏହି ବଳବାନାନେ ନିଜ ଅନ୍ତେ ମଧ୍ୟ ବଞ୍ଚି ରହିବାକୁ ମନ କଲେ। ସେମାନେ ନିଜର ଦୁଲାଳ ଓ ଦୁଲାଳୀ ମାନଙ୍କୁ ମଧ୍ୟ କ୍ଷେତ୍ରପାଳ ହେବାକୁ ଡାକି ଆଣିଲେ। ଦୁଲାଳ ଏବଂ ଦୁଲାଳୀମାନେ ହୁଏତ ଏପରି ଦୁଃଖଦ ଭାବରେ ସାନରୁ ବଡ଼ ହୋଇଥିଲେ ଯେ ରାଜନୀତି ଅଥବା ବ୍ୟବସାୟରେ ପଶିବା ବ୍ୟତୀତ ଏମାନଙ୍କ ପାଖରେ ଆଉ ଅନ୍ୟ କୌଣସି ଯୋଗ୍ୟତା ନଥିଲା। ପ୍ରମାଣ ବି ମିଳିଗଲା ଯେ ରାଜନୀତିକ ଦଳଟିର ଆଉ ଲୋକଭିତ୍ତି ବୋଲି ଆଉ ଆଦୌ କିଛି ହେଲେ ନଥିଲା। ତେଣୁ ସତକୁ ସତ ଦାୟିତ୍ୱ ନେବା ଲାଗି ସତେଅବା ଆଉ କେହିହେଲେ ନଥିଲେ, ଆଉ କାହାରି ରହିବା ହୁଏତ ଆବଶ୍ୟକ ବି ନଥିଲା। ପଇସା ଦେଇ ତୁମେ ସମସ୍ତଙ୍କୁ କିଣିପାରିବ ବୋଲି ଏକ ମନ୍ଦବିଶ୍ୱାସ ଏପରି ଦୃଢ଼ ଭାବରେ ଭିତରଟାକୁ କାମୁଡ଼ି ଧରିଥିଲା ଯେ ଉପର ଉପରେ ତୁମ ନିଜର ଦୁଲାଳ କିମ୍ବା ଦୁଲାଳୀଟିଏ ରହିଲେ ସବୁ ଅପ୍ରତିହତ ଭାବରେ ଅଲବତ ଚାଲିବ ବୋଲି ଶାର୍ଦ୍ଦୂଳମାନେ ବିଶ୍ୱାସ ମଧ୍ୟ କରୁଥିଲେ ଏବଂ ରାଜନୀତି ଉପରେ ଯହୁଁ ଆଉ କୌଣସି ଭୂମିପରିଚୟ ମଧ୍ୟ ରହିଲା ନାହିଁ। ଉପରୁ ଆକର୍ଷିତ ଆକର୍ଷକ ଖାନଦାନୀ କଣ୍ଢେଇଟିଏ ଆଣି ବସାଇଦେବା ଦ୍ୱାରା ହିଁ ସମସ୍ତେ ସେହି ଇନ୍ଦ୍ରଜାଲ ଦ୍ୱାରା ବଶ ହୋଇ ରହିବେ ବୋଲି କଚେରୀର ସମସ୍ତେ ଏକ ଅମୋଘ ସତ୍ୟ ବୋଲି ମାନିନେଲେ। ବିଚରା କଣ୍ଢେଇମାନେ ବି ନାହିଁ ନାହିଁ ବୋଲି କହୁ କହୁ ରାଜି ହୋଇଗଲେ। ଯୁଗ ହସିଲା, ତଥାପି କେହି ସମଝି ପାରିଲେ ନାହିଁ। ତେଣୁ ଗାନ୍ଧୀଙ୍କ କଥା ରହିଲା, କଂଗ୍ରେସ ଭାଙ୍ଗିଲା। କାଳ କଂଗ୍ରେସକୁ ଭାଙ୍ଗିଲା। ସେତେବେଳେ ସିନା ଗାନ୍ଧୀ କଂଗ୍ରେସବାଲାଙ୍କ ଆଗରେ ସଙ୍ଗଠନଟିକୁ ଭାଙ୍ଗି ଲୋକସେବକ ହେବାକୁ ପରାମର୍ଶ ଦେଇଥିଲେ।